ଶିକ୍ଷା ଗୁହାଳ ହୋଇ ପଡ଼ିଥିଲା, ଶାସନରେ ତସ୍କରମାନେ ଇଂରାଜୀ କହୁଥିଲେ ବୋଲି ଆମେ ସେମାନଙ୍କୁ ଭଦ୍ରଲୋକ ବୋଲି ଭାବି ହୁଡ଼ିକରି କିଛି କହି ପାରୁ ନଥିଲୁ। ନେତାମାନେ ଉପରୁ ବ ବରବେଶ ପିନ୍ଧି ବୁଲୁଥିଲେ ସିନା ମାତ୍ର ସେମାନେ ଗିଳିଥିବା ଏହି ଦେଶର ଧନରେ ସେମାନଙ୍କର ବେକଯାଏ ଗୋଧିପେଟ ପରି ଫୁଲିକରି ରହିଥିଲା। ଗୋଲାମମାନଙ୍କ ପାଖରେ, ବାବୁମାନଙ୍କ ପାଖରେ, ସରକାରୀ ସମ୍ପଦକୁ ଲୋକମାନଙ୍କର ଉନ୍ନୟନ ନିମନ୍ତେ ଖରଚ କରିବା ଲାଗି ପ୍ରଜାଠାରୁ ବେତନ ପାଉଥିବା ହାକିମମାନଙ୍କ ପାଖରେ ଏବଂ ସର୍ବୋପରି ସବୁଠାରୁ ଅଧିକ ପରିପାଟୀର ଏକ କାମଗୁଞ୍ଜର ପ୍ରାଏ ବେଶ ଧାରଣ କରିଥିବା ହଟିଆ ନେତା ଏବଂ ପ୍ରତିନିଧିମାନଙ୍କ ପାଖରେ ଆଦର୍ଶ କୋଉଦିନ କଣ ଥିଲା ଯେ ଆଜି ଚାଲିଯିବାରୁ ତାହାର ଅଭାବ ଘଟିଲା? ଶିକ୍ଷାରେ ଯଦି ଆଦର୍ଶ ଥିଲା, ଏପରିକି ଶିକ୍ଷକ ଓ ଅଧ୍ୟାପକମାନେ ଯଦି ଜୀବିକା ପାଖରେ ନୁହେଁ, ମାତ୍ର ଶିକ୍ଷା ପାଖରେ ଛଦାମ ପରିମାଣରେ ନିମକସଚ୍ଚା ହୋଇ ରହିଥିଲେ ତେବେ ଶିକ୍ଷା ବଦଳିଲା ନାହିଁ କାହିଁକି? ଶିକ୍ଷା ବିଭାଗରେ କଂସ ମାନଙ୍କର ତୁଙ୍ଗ ପାରିଷଦ ହେବାର ସୁଯୋଗ ଲାଭକରି ସଫଳ ହେବାପରେ ଯେଉଁମାନେ ରାଜଧାନୀରେ ସ୍ୱ ସ୍ୱ ହର୍ମ୍ୟାଶ୍ରମମାନଙ୍କରେ ସଜ୍ଜନତୁଲ୍ୟ ବାନପ୍ରସ୍ଥ ଜୀବନଟିଏ ଅତିବାହିତ କରୁଛନ୍ତି ଏବଂ ଆଦର୍ଶର ଘୋର ଅଭାବ ହେଲାଣି ବୋଲି ହାଟବାହୁଡ଼ା ହୋଇ କହୁଛନ୍ତି, ଜୀବନର ଅସଲ ପ୍ରୀତି ତଥା ଅସଲ ଅନୁରକ୍ତିଗୁଡ଼ିକର ପାରିଲା ସମୟରେ ସେମାନେ ଆଦର୍ଶଗୁଡ଼ିକୁ କେଉଁଠି ଲୁଚାଇ ରଖିଥଲେ ବୋଲି ସେମାନଙ୍କୁ ପଚାରିଲେ ହୁଏତ ଭଲ ହୁଅ ବିଳାପ ନକରି ସେମାନେ ଅନ୍ତତଃ ଏକ ବିତର୍କ ହେଲେ କରାଇ ପାରନ୍ତେ। ଆଦର୍ଶ ବହିରେ ଥିଲା, ଶାସ୍ତ୍ର ଭିତରେ ଥିଲା। ଗୁରୁ ମୁଖରେ ରହିଥିଲା। ଭର୍ତ୍ତୃହରିଙ୍କ ଠାରୁ ବିଷ୍ଣୁ ଶର୍ମାଙ୍କ ପର୍ଯ୍ୟନ୍ତ କବି ଓ କଥାକାରମାନଙ୍କର ସାହିତ୍ୟବନ୍ଧ ଭିତରେ ରହିଥିଲା। ଜ୍ଞାନ ଥିଲା ମାତ୍ର ସେହି ଜ୍ଞାନରେ ଦୀପ୍ତି ନଥିଲା। ଜ୍ଞାନ ପୋଥିରେ ଲେଖା ହୋଇ ଲାଇବ୍ରେରୀ ନାମକ ପିଣ୍ଡ ଭିତରେ ଥିଲା ସରସ୍ୱତୀ ରୂପେ ପୂଜା ପାଉଥିଲା। ସତ୍ୟନାରାୟଣଙ୍କର ସିରିଣି ଖାଇ କେହି ତାହାରି ବଳରେ କଦାପି ସତ୍ୟବାନ ହୋଇ ଯାଆନ୍ତି ନାହିଁ। ସତ୍ୟ ପାଇଁ ରାଜି ହେଲେ ଯାଇ ସତ୍ୟ ଆମର ଦୁଆରମୁହଁକୁ ଆସି ଆମକୁ ହାବୁଡ଼େ ଓ ଆମର ସାଙ୍ଗ ହୋଇ ହେବ ବୋଲି ପ୍ରତିଶ୍ରୁତି ଦେଇପାରେ। ସରସ୍ୱତୀ ସକଳ ଜଡ଼ତାକୁ ଅପହରଣ କରନ୍ତି ବୋଲି ସ୍ତ୍ରୋତ୍ରରେ ଗାଇଦେଲେ ଜଡ଼ତା ଆଦୌ ଚାଲିଯାଏ ନାହିଁ। ନିଜେ ଜଡ଼ତାକୁ ପରିହାର କରିବାର ଏକ ନିଷ୍ପତ୍ତି ଗ୍ରହଣ କଲେ ଯାଇ ନିଜର ଗତିଶୀଳ ବ୍ରତାୟତନ ମଧ୍ୟରେ ସରସ୍ୱତୀଙ୍କୁ ସ୍ପର୍ଶ କରିବା ସମ୍ଭବ ହୁଏ ଏବଂ ନିଜର ଏହି ସ୍ଵାର୍ଥରୂପୀ ସାନଗାଡ଼ିଆଠାରୁ ବୃହତ୍ତର ଆଉ କିଛିର ନିମିତ୍ତ ହୋଇପାରିଲେ ଯାଇ ଜଡ଼ତାକୁ ନିକାଲି ଦେବାର ବଳ ସତେ ଅବା ସେହି ପ୍ରସାଦରୁ ହିଁ ପ୍ରାପ୍ତ ହୋଇଥାଏ। ସେହି ବୃହତ୍ତର ଆଉ କିଛି, ସେଇଟି ଆଦର୍ଶ। ଆଦର୍ଶ ହାଟରେ ବିକ୍ରି ହୁଏନାହିଁ। ବେଶୀ ପାଠ ପଢ଼ିଲେ କିମ୍ବା ଗୋଟାଏ ବଡ଼ ଚାକିରିରେ ମହନ୍ତ ହୋଇ ବସିଲେ ଆଦର୍ଶ ଆମ ପିଅନମାନଙ୍କ ଦ୍ଵାରା ବୁହାହୋଇ ଆମ ଘରେ ଆସି ମୋଟେ ପହଞ୍ଚି ଯାଏ ନାହିଁ। ବୟସ ବଢ଼ିଲେ ଆଦର୍ଶ ମୋଟେ ସେହି ଅନୁସାରେ ବଡ଼େ ନାହିଁ । ଅନେକ ବ୍ୟକ୍ତି ତ ବୟସରେ, ବେତନରେ ଏବଂ ବହପରେ ବଢୁଥିବା ଅନୁସାରେ କେଉଁ ଇନ୍ଦ୍ରଜାଲରେ ପଡ଼ି ଏପରି ଚାଲାଖ ଓ ସତର୍କ ହେବାରେ ଲାଗିଥାନ୍ତି ଯେ, ନିଜର ଆଦର୍ଶକୁ କ୍ରମେ ହରାଇ ଦେବାରେ ହିଁ ମନ ଦିଅନ୍ତି। ସେମାନେ ସଫଳ ହୋଇ ମରନ୍ତି। ସଫଳମାନଙ୍କର ଆଦର୍ଶ ହୋଇ ରହିଯାଆନ୍ତି। ସ୍ୱାଧୀନତା ପରେ ଏବେ ଆଦର୍ଶ ବିଷୟରେ ତୁଣ୍ଡରେ ମଧ୍ୟ ଯହ କଥା କୁହାଗଲାଣି। ଆଦର୍ଶଟିଏ ପାଇଲେ କୋଟିନିଧି ପାଇଥିବା ପରି ତାହାକୁ ସଙ୍ଗୀ କରି